ଆଦିବାସୀ, ହରିଜନ ମନ୍ତ୍ରୀଟିଏ ବା ହାକିମଟିଏ ଆମ ସହରୀ ସରକାରୀ ମହକୁମା ମାନଙ୍କରେ ଯେପରି ଆଚରଣ ଦେଖାଇଥାଏ, ସେଥିରୁ ସୃଷ୍ଟ ହୋଇଯାଏ ଯେ, ସେହିପରି ଅନୁସରଣିଆ ହୋଇ ରହିଲେ ହିଁ ତାର ବ୍ୟକ୍ତିଗତ ଭାଗ୍ୟଟି ଉଜ୍ଜ୍ୱଳ ହୋଇପାରିବ। ସାମନ୍ତ ଶାସନର ଏହି ଅନୁଗ ବୋଲକରାମାନେ ଯେ କେବେ ଗାଆଁରେ ଛାଡ଼ି ଆସିଥିବା ସମସ୍ତଙ୍କୁ ନେଇ ଚିନ୍ତା କରିବେ, ସେକଥା ପ୍ରକୃତରେ ବିଶ୍ୱାସ ବି କରି ହେଉନାହିଁ। ତେଣୁ ସେମାନେ ନେତୃତ୍ୱ ଦେଇପାରିବେ ନାହିଁ । ଯିଏ ବା ଯେଉଁମାନେ ସତକୁ ସତ ନେତୃତ୍ୱ ଦେବେ ସେମାନେ ଅଲଗା ଧାତୁରେ ନିଜକୁ ଗଢ଼ି ପାରିଲେ ଯାଇ କାମରେ ଲାଗିପାରିବେ। ସେମାନେ ଯେଉଁ ଜାତିର ହୋଇଥାଆନ୍ତୁ ପଛକେ, ସେଥିରେ କିଛି ଯାଏଆସେ ନାହିଁ। ସେମାନେ ଏକାବେଳକେ ତଳୁକୁ ଓହ୍ଲାଇ ଆସିବେ। ସବାତଳ ମଣିଷର ସାଙ୍ଗରେ ରହିବେ, ସବାତଳ ମଣିଷକୁ ସାଙ୍ଗରେ ନେବେ। ଯାହାକିଛି କହିବେ ଅଥବା ଯାହାକିଛି ଲେଖିବେ, ସବାତଳ ମଣିଷର ପଟରେ ରହି କହିବେ ବା ଲେଖିବେ। ସେମାନେ ଲୁଣ ପଡ଼ି କାମ କରିବେ। ଅଚେତନକୁ ସଚେତନ କରିବେ। ଏକ ନୂଆ ସମାଜର ଚିତ୍ର ଦେଇପାରୁଥିବେ, ଯେଉଁଠାରେ ମଣିଷ ମାତ୍ରକେ ସମସ୍ତେ ସ୍ଵୀକୃତି ପାଇବେ, ପ୍ରତିଭା ସ୍ୱୀକୃତି ପାଇବ ଏବଂ ଯେପରି ସମାଜର ସମସ୍ତେ ନିଜ ଯୋଗ୍ୟତାର ପରିଚୟ ଦେଇ ପ୍ରତିଯୋଗିତା ମାନଙ୍କରେ ଉତ୍ତୀର୍ଣ୍ଣ ହୋଇପାରିବେ, ସେଥିଲାଗି ଜୀବନଭରଣାର ସର୍ବସାମାନ୍ୟ କ୍ଷେତ୍ରଗୁଡ଼ିକରେ ସମସ୍ତଙ୍କୁ ସ୍ଥାନ ମିଳିପାରୁଥୁବ। ଭାଗ୍ୟବାଦ ବହିଷ୍କୃତ ହୋଇରହିବ। ଭଗବାନଙ୍କୁ ଲାଞ୍ଚ ଦେଇ ତୁଷ୍ଟ କରି ରଖିବାର କୌଣସି ଫିସାଦ ବି ନଥିବ। ପରିବାର କହିଲେ ସମାଜରୂପୀ ବୃହତ୍ତର କୁଟୁମ୍ବଟିର ଏକ ଅନୁରୁପୂରକ ସଂସ୍ଥାକୁ ବୁଝାଇବ , ଶୃଙ୍ଖଳାକୁ ହିଁ ବୁଝାଇ ପାରୁଥୁବ ଯେଉଁ ଦେଶରେ ରାଷ୍ଟ୍ର ଅଳପ ଲୋକଙ୍କ ଦ୍ୱାରା ଅଳପ ମଣିଷଙ୍କ ସକାଶେ ଚାଲେ, ସେଠି ଆମେ ତାହାକୁ ଏକ ଅସାମାଜିକ ରାଷ୍ଟ୍ର ବୋଲି କହିପାରିବା। ଏହିଭଳି ଗୋଟିଏ ସ୍ଥିତିରେ ହିଁ ସାମାଜିକ ବିପ୍ଳବ ଅତ୍ୟନ୍ତ ଜରୁରୀ ହୋଇପଡ଼ିଥାଏ। ଅଳପ ମଣିଷ ପ୍ରାୟ ସବୁଯାକ ସୁଯୋଗ ଓ ସୁବିଧାକୁ ମାଡ଼ି ବସିଥାନ୍ତି। ଅଳପ। ମଣିଷ ଭୋଗଘରେ ଏକଛତ୍ର ଅଧିକାରୀ ହୋଇ ରହିଥାନ୍ତି। ବହୁତ ମଣିଷ ଅସହାୟ ଅବସ୍ଥାରେ ଥାଆନ୍ତି। ବନ୍ୟା, ବାତ୍ୟା, ଅଭାବ, ଅନାଟନ ସେହିମାନଙ୍କର ଜୀବନ ପାଇଁ କାଳ ହୋଇ ରହିଥାଏ। ମସ୍ତ ମସ୍ତ ଆଇନ ସବୁ ତିଆରି ହୋଇଥାଏ, ଅଥଚ ତାହା ସମସ୍ତଙ୍କୁ ନ୍ୟାୟ ଦେଇପାରେ ନାହିଁ। ଏବଂ ଉଚ୍ଚଶିକ୍ଷା, ଉଚ୍ଚଭାଗ୍ୟ ଏବଂ ଉଚ୍ଚକ୍ଷମତା ସତେ ଅବା ଉଚ୍ଚ ଉଆସମାନଙ୍କରେ ମାତ୍ର କେତେଜଣଙ୍କର ଏକଚାଟିଆ ଭାଗ୍ୟରେ ପରିଣତ ହୋଇ ରହିଥାଏ । ଏହି ଦୃଷ୍ଟିରୁ ଭାରତବର୍ଷ ନାମକ ଲୋକସମୂହଟିକୁ ନାନା ଅସାମାଜିକତା ଗ୍ରାସ କରି ରହିଛି ଏବଂ ଏକ ସାମାଜିକ ବିପ୍ଳବ ଆବଶ୍ୟକ କରୁଛି। ଏହି ବିପ୍ଳବଟି ହେବ ବୋଲି ଭାରତବର୍ଷର ସମ୍ବିଧାନରେ ଲେଖାହୋଇ ରହିଛି, ଅଥଚ ରାଜାମାନେ ବାଟ ଛାଡୁନାହାନ୍ତି। ରାଜାମାନେ କେବେହେଲେ ବାଟ ଛାଡ଼ନ୍ତି ନାହିଁ ଏବଂ ରାଜାମାନେ ମଙ୍ଗ ଧରି ରହିଥିବା ଯାଏ ଗଣତନ୍ତ୍ର ଉପହସିତ ହେବାରେ ଲାଗିଥାଏ। ଗୋଟାଏ ବ ବଦକିସମର ଜାତୀୟତାବାଦ ଜୀବନର ଦଶଟାଯାକ ଦିଗକୁ ଜଳକା କରି ରଖିଥାଏ। ଅଳପ ମଣିଷ ସାହିତ୍ୟ ଭିତରେ ଲଉଡ଼ି ଖେଳନ୍ତି ଓ ତାହାକୁ ସମଗ୍ର ଦେଶର ଗର୍ବ ବୋଲି ମିଛରେ ପ୍ରଚାର କରିବାରେ ଲାଗିଥାଆନ୍ତି। ଏହି ସ୍ଥିତିରେ ଯାବତୀୟ ଧର୍ମ ମଧ୍ୟ ଅଫିମ ପରି କାର୍ଯ୍ୟ କରୁଥାଏ। ବର୍ତ୍ତମାନ ତାକୁ ଭୂତାଇ ରଖିବା ପାଇଁ ଅତୀତଟାକୁ ସଜାଇ ରଖାଯାଇଥାଏ। ପୃଥିବୀଯାକରେ ଆମେ ଏକଦା ଶ୍ରେଷ୍ଠ ଥିଲୁ ବୋଲି ମିଛରେ ହୁରି ପଡୁଥାଏ। ଯେଉଁ ଦେଶ ତାର ଅତୀତକୁ ନେଇ ଗର୍ବ ନକରେ, ସେହି ଜାତି ଆଦୌ ଆଗକୁ ଯାଇପାରେ ନାହିଁ ବୋଲି ମିଛ ବାଣମାନ ମରା ଯାଉଥାଏ। ଏହିସବୁ ଫିସାଦକୁ ପଦାରେ ପକାଇ ଦେଇ ଯେତେବେଳେ ପ୍ରକୃତିର ଗୋଟାଏ ।